ବଡ଼ ସାଆନ୍ତବା ଆତ୍ମା କାନ୍ଦିବ। କେତେ କଷ୍ଟରେ ସେ ପାଟପୁରକୁ ରଖିଚି। ନିଲାମ ତ ହେଇଯାଇଥିଲା। କମିଶନ୍ ଆଗେ ଲଢ଼ି, ଭିଡ଼ି–ଓଃ କମ୍ ଖରଚ ହେଇଚି ସେଥିପାଇଁ? ସେଥିପାଇଁ କହିଲି, ଅନେକ ଲୋକ ଆଖେଇଛନ୍ତି–ଆମ ବଂଶର ଉନ୍ମତ୍ତ ଦେଖି ଯାହାଙ୍କ ଦେହ ସହୁ ନାହିଁ–ହାଁ କରି ଅନେଇଚନ୍ତି–ତାଙ୍କୁ ଜାଗତା ଥିବ; ଏତିକି ମୋ କହିବାର କଥା। ମୋତେ ଟିକିଏ ପଚାରୁଥିବ-। ତେଣିକି ଭଗବାନ୍ଙ୍କର ଯାହା ବରାଦ ଥିବ। ଘର ସମ୍ପତ୍ତି, ସେ ଯଦି ଘରେ ରଖିବାକୁ ଚାହାଁନ୍ତି ତ ରଖିବେ–ନହେଲେ ନାହିଁ–ତହିଁକି ଆଉ କା'ର ବଳ ଅଛି? '' ''ନା–ନା ମୁଁ ତାକୁ ବିକିବି ନାହିଁ। ଭଗବାନ ମିଶ୍ର। ମୋତେ ବହୁତ ଲୋଭ ଦେଖେଇଲାଣି। ମୁଁ ତାକୁ ମନା କରି ଦେଇଛି। '' ''ଠିକ୍ କରିଚ, ଭଗବାନ ମିଶ୍ର ଇମିତି କ'ଣ ହେଇଗଲା କି? କେଡ଼େ ବଡ଼ ମଣିଷ ହେଇଗଲା କି? ବୁନିଆଦି ଅଛି, ନା ବୁନିଆଦି? ସେ ପୁଣି କିଣିବ ପଟ୍ଟନାହାକ ଘର ପାଟପୁର ଜମିଦାରୀ ପାଟପୁର ଡିହ? କମ୍ ହିମତ ନୁହେଁ ତ? କେତେ ଦବ ସେ କେତେ ଦବାକୁ କହୁଛି? ପଟ୍ଟନାହାକ ବଂଶରେ ମଣିଷ ଅଛନ୍ତି, ତା' ଡବଲ ଦେଇ ପାଟପୁରକୁ ତାହା ସାଙ୍ଗରେ ତାକୁ ତା' ଚଉଦପୁରୁଷକୁ କିଣିନେବେ। କ'ଣ କରିପାଇଛି କି ଆମକୁ ସେ ବାହ୍ମୁଣ ଟୋକା। ମୋତେ ସବୁ ଗାଁବାଲା କହିଲେ ମଦନ ପଟ୍ଟନାୟକ ପାଟପୁର ବିକିଲେ, ତମକୁ କିଛି କମ୍ ସମରେ ଦବ ଯେ ଆପଣା ଆପଣା ଭିତରେ ତ! ତାଙ୍କର କିଏ–ତମର କିଏ? ତମ ହାତରେ ସମ୍ପତ୍ତି ରହିବା ଯାହା, ତାଙ୍କ ହାତରେ ସମ୍ପତ୍ତି ରହିବା ସେଇୟା। ଖାଲି ଖାତାରେ ନାଆଁ ବଦଳିବା କଥା। କାଲି ପୁଣି ମଦନ ପଟ୍ଟନାୟକର ଅବସ୍ଥା ଭଲ ହେଇଗଲେ ସେ ସମ୍ପତ୍ତି ସେ ଫେରସ୍ତ ମାଗିଲେ ତମେ କ'ଣ ଫେରେଇ ଦିଅନ୍ତ ନାହିଁ? ମୁଁ କହିଲି–କହୁଛ ଏ କଥା! ମୋ ହାତରେ ସମ୍ପତ୍ତି ଥିଲେ ତା'ର ଯେତେବେଳେ ଖୁସି ସେତେବେଳେ ନେଉ–ଆହୁରି ଦି' ପଇସା କମ୍ କରି ଦେଉ। ମୋର କିଛି ଆପତ୍ତି ନାହିଁ। ତେବେ ମୁଁ କାହିଁକି ତା'ଠଉ ଅଳପ ଭାଉରେ କିଣିବି! ତା'ର ସେମିତି ଗରଜ ଥିଲାକୁ ସେ ପାଟପୁର ଭଳି ସେରନ୍ତା ସୁନାଫଳା ସମ୍ପତ୍ତିକୁ ବିକି ବସିଚି–ମଦନାଦାଦି ପରି ବୁଦ୍ଧିମାନ୍ ଲୋକ ସେମିତି ଅକାଳରେ ନ ପଡ଼ିଥିଲେ ପାଟପୁର ଛାଡ଼ି ଦିଅନ୍ତା? ତା'ର ଏ ବିପଦ ବେଳରେ ମୁଁ ତା'ଠୁ ଲାଭ ଉଠେଇବି! ସେ କଥା ହବ ନାହିଁ। କ'ଣ ସେ ଦିପଇସାରେ ମୁଁ ଆଉ ଦୋମହଲା କୋଠା ବାଡ଼େଇବି? ବରଂ ଆଉ ଲୋକେ ଯାହା ଦର ଦେଉଥିବେ ତା'ଠୁ ଦିଶହ ଅଧିକ ଦେବାକୁ ମୋର ଆପତ୍ତି ନାହିଁ। ଟଙ୍କା ମୋର କିଏ ତା'ର କିଏ? ଏ ସିନ୍ଦୁକରୁ ଯାଇ ସେ ସିନ୍ଦୁକରେ ପଶିବ-। ଏଇ ତ! '' ମଦନ ପଟ୍ଟନାୟକ ନିହାତି ବୋକା ମଣିଷ ନୁହନ୍ତି। ସବୁକଥା ଶୁଣିଲେ, ବୁଝିଲେ, ଉଁ କି ଚୁଁ କିଛି କହିଲେ ନାହିଁ। ନାହିଁବି କଲେ ନାହିଁ–ହଁବି କଲେ ନାହିଁ। ''ହଁ ମୋହନ ସେ ତ ପର କଥା। ମୋର କାମ ଅଛି ମୁଁ ଆସେଇ। '' କହି ସେ ଉଠି ଚାଲିଗଲେ। ମୋହନ ଘରକୁ ଫେରିଲେ। ବାଟରେ ପାଟପୁର ଡିହ ଖଣ୍ଡକ ଦିଶିଲା। ଧାନପାଚି କିଆରି ଭରି ଯାଇଚି। ଯେମିତି କାହାଘର ନୂଆ ବହୂଟିଏ ମଠା ଓଢ଼ଣା ପକେଇ ନଇଁ ପଡ଼ି ଦଣ୍ଡବତ କରୁଚି ମା ଧରତୀଙ୍କୁ। ମୋହନ ପଟ୍ଟନାୟକର ମନ ଭିତରେ ଲୋଭ ଗୋଟାଏ ପାପ ମୂର୍ତ୍ତି ଧରି ଠିଆ ହେଲା। ଘରେ ଆସି ଭାବିଲେ–ଭଗବାନମିଶ୍ର ଗୋଟେ ମଣିଷ, ସେ ଟକ୍କର ଦବ ରାୟସାହେବ ରସିକପଟ୍ଟନାୟକ ଭାଇ ମୋହନ ପଟ୍ଟନାୟକ ସାଙ୍ଗରେ? ଏଡ଼େ ସାହସ? ଆଚ୍ଛା ଦେଖିନେବି। ସେଇ ଦିନ ସେ ଭାଇ ପାଖକୁ ଚିଠି ଲେଖିଲେ। ଭଗବାନ ମିଶ୍ର ବଡ଼ ହଟ୍ଟଗୋଳ କରୁଚି, ତା' ଦାଉରେ ମଣିଷ ଏ ଅଞ୍ଚଳରେ ଘର କରି ରହିବ ନାହିଁ। ଏଠା ହାକିମ ଡିପଟିବି ତା'ର ପଟ ନେଉଛନ୍ତି। ଘୁଷ୍ ଦେଇ, ଡାଲା ଦେଇ ସମସ୍ତକୁ ହାତ କରି ରଖିଛି। ପ୍ରଜା ଖାତକମାନଙ୍କ ଉପରେ ଭୀଷଣ ଅତ୍ୟାଚାର କରୁଛି। ସେ କଥାଗୁଡ଼ାକ କହିବା କଥା ନୁହେଁ। ମଦନ ପଟ୍ଟନାୟକବି ତା'ରି ସାଥିରେ–ଦୁହେଁ ସଲାସୁତରା। ମଦନାଦାଦି ମୋତେ ପାଟପୁର ଡିହ ଓ ଜମିଦାରୀ ବିକିବାକୁ ଜବାବ କରି ଭିତରେ ଭିତରେ ଭଗିମିଶ୍ରକୁ ଦେଇ ଦେବାକୁ ବସିଛି।